କିନ୍ତୁ ତାଙ୍କର ପ୍ରତିଭା ଥିଲା ନିଖିଳ ଭାରତୀୟ ସ୍ତରର। ହେଲେ କ'ଣ ହେଲା? ମାନବ କହିଲେ ଆମର ଭିଟାମାଟିର ପାଖପଡ଼ୋଶୀ ଅବା କର୍ମକ୍ଷେତ୍ରର ସମବେତ ଲୋକ। ଗାଁରେ ଯଦି ମୋର ଦାଦି ପୁତୁରା କୁଟୁମ୍ୱ ମାନେ କୋଳଥ ଡାଲି ସଜନା ଶାଗରେ ଅଛନ୍ତି ମୁଁ ଏଠି ବସି କବାବ ବିରିଆନି ଖାଇଲେ ଚୋରପରି ଲୁଚି ଲୁଚି ଖାଇବାକୁ ହେବ। କାରଣ ମୋର ପରିବେଶ ଛୋଟିଆ। ପ୍ରାଚୀନ ସାହିତ୍ୟରେ ଏହି ପରିବେଶର ଜଞ୍ଜାଳ ପାଇଁ ପ୍ରେମ ସାହିତ୍ୟରେ ଠାକୁରଙ୍କୁ ଲଗେଇ ରଖା ହୋଇଥିଲା। ଓଡ଼ିଶାର ଅସଂଖ୍ୟ କବି ଲଘୁ ଭକ୍ତି ସାହିତ୍ୟ ମାଧ୍ୟମରେ ଚଳିବାକୁ ବାଧ୍ୟ ହେଉଥିଲେ। କବି ଶ୍ରୀମତୀ ନିର୍ମଳା ଦେବୀ ଓ କବି ଶ୍ରୀମତୀ ହରିପ୍ରିୟା ଦେବୀ ପ୍ରମୁଖ ଭକ୍ତିର ମେରୁକୁ ନେଇ କବିତା ଲେଖିଲେ। କଟକର ଆଉ ଜଣେ ଶ୍ରୀମତୀ ନିର୍ମଳା ଦେବୀ ପାଞ୍ଚ ସାତଟି କବିତା ଲେଖି ଭକ୍ତିର ଆଶ୍ରା ନେଇ ନଥିବାରୁ ଓଡ଼ିଆ ସାହିତ୍ୟରୁ ହଜିଗଲେ-। କିଏ ଅବା ଏମାନଙ୍କୁ ଆଉ ମନେ ରଖିବ? ସେମାନେ କ'ଣ ସୁବିଧା ଏଇ ଓଡ଼ିଶାବାସୀଙ୍କଠାରୁ ପାଇଲେ ଯେ ତାଙ୍କର ପ୍ରତିଭାର ପୂଜା ନ ପାଇଲେ ବିରକ୍ତ ହେବେ? ମନର ଅତଳ ଗହୀରରେ ଯେଉଁ ତରଙ୍ଗ ଉଠେ ସେ ସେଇଠି ଉଠି ପୁଣି ହଜିଗଲା। କାରଣ ଚାରିପୃଷ୍ଠା ଲେଖି ମାର୍କାମରା ହୋଇ ବୁଲିବାର ଦୁର୍ଦ୍ଧର୍ଷତା ଓଲୁଙ୍କ ଛଡ଼ା ଆଉ କାହାରି ନଥାଏ। ପଚାଶମସିହା ଯାଏ ଯେଉଁମାନେ ଚାଳିଶିବର୍ଷର ହେଇ ସାରିଥିଲେ ସେମାନଙ୍କ ପାଇଁ ଓଡ଼ିଆ ସାହିତ୍ୟ କୌଣସି ଦାବୀ ପେସ୍ କରିବା ଭୁଲ୍। ଜବରଦସ୍ତି ଝିଅମାନଙ୍କର ନାକରେ କାନରେ ଡଜନେ କଣା କଲାପରି ଏମାନଙ୍କୁ ଏମିତି ଭାବରେ ଦାବି ଦିଆ ଯାଉଥିଲା ଯେ କଲମ ଧରିବାକୁ କେହି ସାହସ କରୁ ନ ଥିଲେ। ଲୁଚେଇ ଲେଖିବ କାହାପାଇଁ? ପୁରୁଷ ସମାଜରେ ଯେମିତି ଅସହିଷ୍ଣୁତା ଥିଲା ତହିଁରୁ ଅଧିକ ଥିଲା ନିରକ୍ଷରା ନାରୀ ସମାଜରେ। ତେଣୁ ସାଂସ୍କୃତିକ କ୍ଷେତ୍ରରେ ଶୂନ୍ୟତା ଥିଲା। ଏଥିରୁ ପ୍ରମାଣ ହେଉଛି ଯେ ସଂସ୍କୃତି ସାଙ୍ଗରେ ସମୃଦ୍ଧି ବା ସମୃଦ୍ଧିର ସମ୍ଭାବନା ଥିବା ଦରକାର। ଡକ୍ଟର ହରେକୃଷ୍ଣ ମହତାବ ଓ ଶ୍ରୀ ବିଜୁ ପଟ୍ଟନାୟକ ଓଡ଼ିଶା କର୍ମକ୍ଷେତ୍ରରେ କିଛି ଦିନ କର୍ତ୍ତୃତ୍ୱ ପାଇ ନ ଥିଲେ ଓ ବଦଳରେ ଆମେ ଶ୍ରୀ ବିଶ୍ୱନାଥ ଦାସ, ମାନଧାତା ଗୋଚାଚାନ୍ଦା ପଟ୍ଟନାୟକ, ପଣ୍ତିତ ନୀଳକଣ୍ଠ ଦାସ, ପଣ୍ତିତ ଗୋଦାବରୀଶ ମିଶ୍ର ପ୍ରମୁଖଙ୍କର କର୍ତ୍ତୃତ୍ୱରେ ଥିଲେ ଆମର ସାହିତ୍ୟ ନିଶ୍ଚିତ ଭାବରେ ଅନ୍ୟରୂପ ନେଇଥାନ୍ତା। ଅଧିକ ଅମଳକ୍ଷମ ଫସଲର ପ୍ରବର୍ତ୍ତନ ବା ସମୟ ସଂକୋଚନ ରନ୍ଧନ ପ୍ରଣାଳୀ ବା ରୋଷେଇ ଚୁଲିର ପରିବର୍ତ୍ତନ ସାହିତ୍ୟରେ ସାହାର୍ଯ୍ୟ କରେ କି ନାହିଁ ଏହି ବିଷୟରେ ଉପଯୁକ୍ତ ମତ ଅନ୍ୟ ପ୍ରକାରର ବିଦ୍ୱାନ ଦେଇ ପାରିବେ। ଆମେ ପାଠକମାନେ ଏଥିରେ କ'ଣ କହିବା? ପାଠକ ଖାଲି କହିପାରିବ ଯେ କଟକ ଭୁବନେଶ୍ୱର ରାଜପଥ ଚାଲୁ ହେବାରୁ ଗୋଟାଏ ପାଖ ଗାଁ ପାହାଳ ତାହାର ରସଗୋଲା ଦିନକୁ ତିନିହଜାର ଟଙ୍କାର ବିକି ପାରୁଛି। ଆଉ ଅସଂଖ୍ୟ ସରକାରୀ ଚାକିରିଆ ବେନାମି ଟାକ୍ସି ଚଳାଇ ଦିନକୁ ଟାକସି ପିଛା ପଚାଶଟଙ୍କା ଆୟ କରିପାରୁଛନ୍ତି। ଏମାନେ କ'ଣ ସାହିତ୍ୟକୁ ସାହାଯ୍ୟ କରୁନାହାନ୍ତି? ବଡ଼ ବଡ଼ ବାବାଜୀ ବା ଯୋଗୀଙ୍କ ପାଖରେ ଯେ ଟହଲିଆ ଅବା ରାନ୍ଧୁଣିଆ ସେ ଯୋଗୀ ହୋଇଯାଏ। ବଡ଼ ଓକିଲଙ୍କର ଟହଲିଆ ବି ଦିନେ ବଡ଼ ଓକିଲ ହୁଏ। ବଡ଼ ହାକିମଙ୍କର ଶୁଭଦୃଷ୍ଟିରେ ଆସିଗଲେ ସ୍ଥିତି ବଦଳିଯାଏ। ବଡ଼ ସାହିତ୍ୟିକଙ୍କର ବୋଲକରା ହେଇଗଲେ